"ସେଇ ଇଲେକ୍ସନରେ ତମେ ସବୁ ବସ୍ତିବାଲା ଯଦି ଆମକୁ ଭୋଟ୍ ଦେବ, ତାହାହେଲେ ମୁଁ ତମ କଥା ବୁଝିବି। ଏଇନେ ତମ ପାଇଁ କିଛି କରିପାରିବି ନାହିଁ।" କେତେ ରୋକ୍‌ଠୋକ୍ ଭାବରେ ବୀରବାବୁ କଥାଟା ଛିଣ୍ଡେଇଦେଲେ! ଅଥଚ ଦଳବେହେରା କହୁଥିଲା ଯେ ସେ ତାଙ୍କ ସାଙ୍ଗେ ସବୁ କଥାବାର୍ତ୍ତା କରିସାରିଛି। କି କଥାବାର୍ତ୍ତା କରିଥିଲା ସେ! ତାର ତ କିଛି ଲକ୍ଷଣ ଦିଶୁନାହିଁ! ଦଳବେହେରା ବୀରବାବୁଙ୍କ ହାତ ଧରିପକେଇ କହିଲା, "କିନ୍ତୁ ସେତେଦିନ ଯାଏ ଆମେ କୁଆଡ଼େ ଯିବୁ? କୋଉଠି ରହିବୁ?" "ସେକଥା ରାଜୁବାବୁଙ୍କୁ ଯାଇ ପଚାରୁନ? ମୋତେ କାହିଁକି ପଚାରୁଛ? ଯାଅ, ସେଇ ଲଣ୍ଠନବାଲା ତମକଥା ବୁଝିବେ।" ବୀରବାବୁ ଏତିକି କହିସାରି ବୁଲିପଡ଼ିଲେ ଓ ପଛ ଦରଜା ଦେଇ ଭିତର ଘରକୁ ଚାଲିଗଲେ। ତାଙ୍କର ମିଟିଂ ଟାଇମ୍‌ ଗଡ଼ିଯାଉଥିଲା। ବୀରବାବୁ ଚାଲିଗଲା ପରେ ସେଠି ଆଉ ବସି ରହିବାର କିଛି କାରଣ ନଥିଲା। ସେମାନେ ମୁଣ୍ଡ ତଳକୁ କରି ବାହାରି ଆସିଲେ ବାରଣ୍ଡାକୁ। ଦଳବେହେରା ବୁଝେଇଲା ଯେ ବୀରବାବୁଙ୍କ ରାଗିବା ଯଥାର୍ଥ। ଆମେ ତ ପନ୍ଦର ବର୍ଷ ହେଲା ଲଣ୍ଠନ ଦଳକୁ ଭୋଟ୍ ଦେଇ ଆସିଲେ। ତେଣୁ ସୂର୍ଯ୍ୟ ଦଳବାଲା ନିଶ୍ଚୟ ରାଗିବେ। ଆଗରୁ ଆମେ ଲଣ୍ଠନକୁ ଭୋଟ୍ ଦେଉଥିଲେ, ତାଙ୍କ ପାର୍ଟି ବି ସରକାର ଗଢ଼ୁଥିଲା। ମାତ୍ର ଏଥର ତ ସରକାର ଗଢ଼ିଛନ୍ତି ସୂର୍ଯ୍ୟପାର୍ଟି। କିନ୍ତୁ କ୍ୟାପିଟାଲରେ ସରକାରଙ୍କ ପାର୍ଟି ହାରିଯାଇଛି। ତେଣୁ ବୀରବାବୁ ରାଗିବା ଭୁଲ୍ ନୁହେଁ। ଆଜି ତାଙ୍କ ମିଜାଜ୍ ଠିକ୍ ନଥିଲା। ଆମେ ଆଉଥରେ ଆସିବା। ଜଗବନ୍ଧୁ କିନ୍ତୁ ଏ ପ୍ରସ୍ତାବରେ ରାଜି ନଥିଲା। ଯୋଉ ଲୋକଟି ସେମାନଙ୍କୁ ଠିଆ ଠିଆ ବିଦା କରିଦେଲା, ବସିବାକୁ ଟିକେ କହିଲା ନାହିଁ, ତା ପାଖକୁ ଆଉଥରେ ଆସି ଲାଭ କଣ? ପୁଣି ବୀରବାବୁ ତ ଠିକେ ଠିକେ କଥା ଛିଣ୍ଡେଇ ଦେଇଛନ୍ତି। ଆଉ କେଉଁ ଖିଅ ଯୋଡ଼ି ରଖିଛନ୍ତି ଯେ ପୁଣି ଥରେ ସେମାନେ ଆସିବେ? ଯଦି ପାର୍ଲାମେଣ୍ଟ ଭୋଟରେ କ୍ୟାପିଟାଲ୍‌ରୁ ସୂର୍ଯ୍ୟ ଦଳ ଜିତିବ ତାହାହେଲେ ବୀରବାବୁ ସେମାନଙ୍କ କଥା ବୁଝିବେ। ତା ଆଗରୁ ନୁହେଁ। ସେଦିନ ରାତିରେ ଖେଳପଡ଼ିଆ ପାଚେରିକୁ ଲାଗି ସେଇ ବରଗଛ ମୂଳେ ପୁଣି ସେମାନେ ଏକାଠି ହେଲେ। ଦଳବେହେରା ହନୁମାନ ମୂର୍ତ୍ତି ମୁଣ୍ଡରୁ ଟିପେ ସିନ୍ଦୂର ଆଣି ସମସ୍ତଙ୍କୁ ଦେଲା। କହିଲା, "ଆମେମାନେ କାଲି ରାଜୁବାବୁଙ୍କ ପାଖକୁ ଯିବା। ସେ ମୁଖ୍ୟମନ୍ତ୍ରୀ ନ ରହିଲେ କଣ ହେଲା, ବିରୋଧୀ ଦଳର ନେତା। ସିଏ ଆମ ଦୁଃଖ ବୁଝିବେ। ଆମେ ତାଙ୍କ ପାଇଁ ସବୁ ତ କରିଛେ, ଧାରଣାରେ ବସିଛେ, ତାଙ୍କ ସାଙ୍ଗରେ ଲଣ୍ଠନ ପାର୍ଟି ରାଲିରେ କଟକ, ପୁରୀ, ପାରାଦୀପ, ଯୁଆଡ଼କୁ ଡାକିଛନ୍ତି ସିଆଡ଼କୁ ଯାଇଛେ।" କଥା ସ୍ଥିର ହେଲା ସେମାନେ ରାଜୁବାବୁଙ୍କୁ ଭେଟିବେ। ଜଗବନ୍ଧୁ ବରଗଛ ମୂଳକୁ ଫେରିଆସିଲା। ପୁଷମାସର ଶୀତ ତା ହାତଗୋଡ଼କୁ ଅଚଳ କରିଦେଉଥାଏ। ସେବତୀ ଗୋଟେ ପୁରୁଣା ସାଇକେଲ ଟାୟାର ଯୋଗାଡ଼ କରିଆଣି ତହିଁରେ ନିଆଁ ଲଗେଇ ତାତି ପୋଉଁଥାଏ। କାହ୍ନୁ ବସିଥାଏ ତା କୋଳରେ। ଜଗବନ୍ଧୁ ତାର ଘରବାଲୀ ଓ ପୁଅ ଦିହିଙ୍କୁ ଏମିତି ଅବସ୍ଥାରେ ଦେଖି ଦୁହିଁ ହୋଇଗଲା। ତାର ମନେହେଲା ତାଠୁଁ ଅରକ୍ଷିତ ମଣିଷ ଏ ଦୁନିଆରେ ଆଉ କେହି ନାହିଁ। ସେ ଧୀରେ ଧୀରେ ସେମାନଙ୍କ ପାଖକୁ ଗଲା। ସେବତୀ କୋଳରୁ ପୁଅକୁ ଆଣିଲା। ତା ଗାମୁଛା ଖଣ୍ଡକ ଘୋଡ଼େଇଦେଲା କାହ୍ନୁ ମୁଣ୍ଡରେ। କାକର ପଡ଼ୁଛି। ସେବତୀ କହିଲା, "ଖାଇବ?" ଜଗବନ୍ଧୁ ହସିଲା। କାନ୍ଦ ପରି କରୁଣ ସେ ହସ। କେଉଁ ଧାତୁରେ ଗଢ଼ା ଏଇ ସେବତୀ! ସବୁରି କଥା ଠିକ୍ ଠିକ୍ ବୁଝୁଛି। କଳଘଣ୍ଟା ପରି କାମ କରି ଚାଲୁଛି ଦିନରାତି। ସେ ପଚାରିଲା, "ପୁଅ ଖାଇଛି?" ସେବତୀ ମୁଣ୍ଡ ହଲେଇ ନାହିଁ କଲା, "ସଂଜବେଳେ ଜରଜର ଲାଗୁଥିଲା। ଯେତେ କହିଲେ ବି କିଛି ବୋଲି କିଛି ଟିକେ ପାଟିରେ ଦେଲାନାହିଁ।" ଜଗବନ୍ଧୁ ଆହୁରି ଭାଙ୍ଗିପଡ଼ିଲା। ସେ କଣ କରିବ, କଣ ନ କରିବ କିଛି ଚିନ୍ତା କରିପାରୁ ନଥିଲା। ବସା ଭାଙ୍ଗିଯିବା ଦିନୁ ସେ ଦୁହେଁ କାମକୁ ଯାଉନାହାନ୍ତି। ବରଗଛ ମୂଳେ ହାଣ୍ଡି, କଡ଼େଇ ଓ ଘରର ସବୁ ଜିନିଷପତ୍ର ପକେଇ ସେ ଦିହେଁ ଯିବେ କୁଆଡ଼େ? ଆସିଲାବେଳକୁ ଗୋଟିଏ ଜିନିଷ ଏଠି ନଥିବ। ଏକାକୀ ଜଗବନ୍ଧୁ ହୁଏତ ମାଟି ଖୋଳିବାକୁ ଯାଇପାରନ୍ତା।